କାରଣ ଜୀବନଚରିତ ହିଁ ହାସ୍ୟଶତକର ରୂପାନ୍ତର। ନିଜର ଦାରିଦ୍ର୍ୟକୁ କବି କେବେ ଗୁପ୍ତକରି ନାହାନ୍ତି। କାରଣ ଠାଏ ସେ କହିଛନ୍ତି- ମଣିମା ମୋହର କରମଗାରେ ସ୍ନେହ ନଛାଡ଼ିଲା କର ମଗାରେ। ହେ ରାଜା! ମୋର ଭାଗ୍ୟ ଲେଖାରେ ମୋର ହସ୍ତ ମାଗିବାରେ ସ୍ନେହ ତ୍ୟାଗ କରିପାରୁ ନାହିଁ। ଅଥଚ ପାଣ୍ଡିତ୍ୟ ଘେନି ଦିନେ ସେ ଗର୍ବିତ ହୋଇ କହିଛନ୍ତି- ହୟଗ୍ରୀବ ମହାପ୍ରଭୁ ପ୍ରତାପେ ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ ଯୋଡ଼ା ହୋଇ ମୋ ପ୍ରୋଢ଼ା କବିତାକୁ ବଳି ବଳି ରସ ନଦୀ କର୍ଣ୍ଣକୁ ଭଲେ ଭଲ ଖଣ୍ଟେ ଖଣ୍ଟ ଯେ ନବ ଦ ର୍ବାଦଳ ଶ୍ୟାମଳ କୃପାରୁ ମୋ ନାମ ଉତ୍କଳ ଘଣ୍ଟ ଯେ। ଘଣ୍ଟ ଧ୍ୱନିରେ ଦୁନିଆ ଚମକିତ ହୁଏ। ମୁଁ ସେପରି ଉତ୍କଳର ଘଣ୍ଟ ପରି ଅଟେ। ନବଦୂର୍ବାଦଳ ଶ୍ୟାମଳ ବର୍ଣ୍ଣ ବିଶିଷ୍ଟ ହୟଗ୍ରୀବ ମହାପ୍ରଭୁଙ୍କ ପ୍ରତାପରୁ ମୋର ଯୋଡ଼ିହେବା। ବଳିଷ୍ଠ କବିତାମାନ ସାଧାରଣ ଲୋକ ନୁହନ୍ତି ରାଜାମାନେ ଅଧିକ ଆଦର ଦେଇଥାନ୍ତି। କାରଣ ମୋ କବିତାମାନ କାନକୁ ବଳି ବଳି ରସଦାନ କରିଥାଏ। କିନ୍ତୁ ଏତିକି କଥା ଯେ ମୁଁ ଭଲଠାରେ ଭଲ ଏବଂ ଖଣ୍ଟ ପାଖରେ ଖଣ୍ଟ ଅଟେ। ଥରେ ଓଡ଼ିଶାର ଗଜପତି ମୁକୁନ୍ଦଦେବଙ୍କୁ ସେ ଅରୁଣ ଖମ୍ବଠାରେ ସହସ୍ର ଜନତା ମଧ୍ୟରେ ଭେଟନ୍ତେ ମହାରାଜା ପଚାରିଥିଲେ ''ମହାପାତ୍ରେ କ'ଣ ଇଚ୍ଛା? " ଯଦୁମଣିଙ୍କୁ ପୂର୍ବରୁ ସେ ଥରେ ଚିହ୍ନିଥିଲେ। ଯଦୁମଣି ସହସ୍ର ଜନତାଙ୍କ ଆଗରେ କହିଲେ- ଧନୁମାସ ହେଲା ହନୁ ନ ଚଳିଲା କହିବାକୁ ବଡ଼ଲାଜ ମୁଁ ଆଁ କରିଅଛି ମୁଆଁ ଖାଇବାକୁ ଦେବ ହେଉ ମହାରାଜ। ସାଧାରଣ ଅର୍ଥ ସମନ୍ତେ ଜାଣିଲେ ଯଦୁମଣି ଧନୁମୁଆଁ ଦିଟା ଖାଇବାକୁ ମାଗିଲେ। କିନ୍ତୁ ସେ ପ୍ରକୃତରେ କହିଲେ- ହେ ମହାରାଜ! ତୁମର ଧନୁ ମାଷ ହେଲା କି ମଷାଏ ଓଜନର ଦୁର୍ବଳ ହେଲା। ହନୁ କି ଅସ୍ତ୍ର ନ ଚଳିଲା। ଏ କଥା କହିବାକୁ ବଡ଼ ଲଜ୍ଜା ଲାଗୁଛି। ମୂଁ−କି ମୁତଫର୍କା ତା ଅଧିକାର ଆଁ−କି ବିସ୍ତୃତ କରି ଚାଲିଛି। ତାକୁ ମୁଆ−ମୁଆଫି-ମାଫି ଖାଇବାକୁ 'ଦେବା' କି ବନ୍ଦ କରିବା ହେଉ। ବୀରଭୂମି ଉତ୍କଳର ଯୁଦ୍ଧାସ୍ତ୍ର ଏକାବେଳେ ଅଚଳ ହୋଇଗଲା। ଇଂରେଜ ନାମରେ କିଏ ନାଁ କିଏ ଆସି ରାଜ୍ୟ ବିସ୍ତାର କରୁଛି। ମାଫିରେ ମିଛଟାରେ ରାଷ୍ଟ୍ର ଦଖଲ କରି ନେଉଛି। ଆପଣ ତାର ଏ ପ୍ରଭାବ ବନ୍ଦ କରନ୍ତୁ। ଏ ଅର୍ଥଟି ନୟାଗଡ଼ ବାଉଁଶିଆପଡ଼ାର ଜଣେ ବାଣକାର ମାର୍କଣ୍ଡ ରାୟଗୁରୁ ଥରେ କହିଥିଲେ। ସେ ବର୍ଷରେ ଏବେ ତିନି ବର୍ଷ ତଳେ ମୃତ୍ୟୁ ଲଭିଛନ୍ତି। ଯଦୁମଣିଙ୍କ ମୃତ୍ୟୁ ସମୟରେ ତାଙ୍କୁ ବୟସ ଥିବା। ବର୍ଷ ମଧ୍ୟରେ। ସେ ତାଙ୍କ ପିତାଙ୍କଠାରୁ ଯଦୁମଣି ମହାପାତ୍ରଙ୍କର ବହୁକଥା ଶୁଣିଥିଲେ। ସେ କହନ୍ତି ନୂଆଗଡ଼ ରାଜ୍ୟରେ ଯଦୁମଣି ମରିବା ପରେ ପଚାଶ ବର୍ଷ ଧରି ଲୋକେ ତାଙ୍କୁ ସ୍ମରଣ କରି ଚାଲିଥିଲେ। ରାୟଗୁରୁ ନିଜେ ମଧ୍ୟ ଜଣେ କବି ଥିଲେ। ସେ ଆରବି, ଉର୍ଦ୍ଦୁ ଭାଷା ମିଶାଇ କବିତା ଗାଉଥିଲେ। ସେ କହୁଥିଲେ ଆରବି ଲବ୍ଜକୁ ସେକାଳେ ରାଜଦରବାରେ ଅଧିକ ମର୍ଯ୍ୟାଦା ଦିଆଯାଉଥିଲା। ଏ କବିତାରେ ମୁଁ ମୁତଫର୍କା, ମୁଆଫି ଘେନି ତେଣୁ ତାଙ୍କର ସୁନ୍ଦର ଧାରଣା ରହିଥିଲା। ବିଶେଷରେ ଅନେକ ସମୟରେ ଯେତେବେଳେ ମୁଣ୍ଡକାଟ ଶାସ୍ତି ଦଣ୍ଡକେ ଥୁଆ, ସେତେବେଳେ ଯଦୁମଣିଙ୍କର ପ୍ରତ୍ୟୁତ୍ପନ୍ନମତିତ୍ୱ ସହିତ ସାହସିକତା ଦେଖିଲେ ସ୍ତମ୍ଭିତ ହେବାକୁ ହୁଏ। ବିନାୟକ ସିଂହ ମାନଧାତା କହିଲେ-ଯଦୁମଣି ଆସ ତୋଟାକୁ ଯିବା ଅର୍ଥାତ୍ ଶ୍ଳେଷରେ ତୋ ସ୍ତ୍ରୀ ପାଖକୁ ଯିବା। ଯଦୁମଣି କହିଲେ ଆଜ୍ଞା! ମୁଁ ତୋ ରାଣୀ ସାରି ଆସେ। ଅର୍ଥାତ୍ ଶ୍ଳେଷରେ ତୋ ରାଣୀ ପାଖରୁ ସାରି କରି ଆସେ। ସେତିକି ନୁହେଁ ରାଜା କହିଲେ-ତୁ ଯଦୁମଣି କୁକୁର। ଏହା ତାଙ୍କୁ ହରାଇବା ଲକ୍ଷରେ ରାଜା ନିଜ କୁଟୁମ୍ବର ହାସ୍ୟରୋଳ ମଧ୍ୟରେ କହନ୍ତେ, ଯଦୁମଣି ତୁରନ୍ତ କହିଲେ-ଛାମୁଁ ତୁଳସୀଗଛ। କୁକୁର ତୁଳସୀଗଛରେ ନିଶ୍ଚୟ ମୂତିଥାଏ। ରାଜା ଲଜ୍ଜିତ ହେଲେ ଏବଂ ରାଣୀ ଓ ଘରଟିଏ ମଧ୍ୟ ଜବାବରେ ଚମକି ପଡ଼ିଲେ। ପୁଣି ରାଜା କହିଲେ ''ଯଦୁମଣି, ସ୍ୱପ୍ନରେ ଦେଖିଲି ତୁମ ଦେହଯାକ ବିଷ୍ଠା ବୋଳା ହୋଇଛି। ତାହା ଶୁଣି ପୁଣି ନାରୀଦଳ ହସିଉଠିଲେ। ଯଦୁମଣି ହସ ବନ୍ଦ କରିଦେଲେ ପଦେ କଥାରେ। ''ଆଜ୍ଞା! ମୁଁ ମଧ୍ୟ ସ୍ୱପ୍ନରେ ଦେଖିଲି ଛାମୁଁଙ୍କ ଦେହରେ ମହାପ୍ରସାଦ ବୋଳା ହୋଇଛି।